କାହାକୁ? ହୋ-ହଲ୍ଲା କରି, ବାଉଁଶବାଡ଼ି ଉଠେଇ ଯେଉଁ ଯୁବକମାନେ ଏହି କୁଷ୍ଠରୋଗୀ, ରୋଗିଣୀ, ବୁଢ଼ା, ଭିକାରି, ସ୍ତନଟଣା ଶିଶୁ ଓ ପେଟମରା ସ୍ତ୍ରୀ ସହିତ ସେମାନଙ୍କର ସାଥୀ ଶ୍ୱାନମାନଙ୍କୁ ତଡ଼ିନେଇଗଲେ, ସେମାନେ ଏକ ମହାକର୍ତ୍ତବ୍ୟ ସାଧନ କରିଛନ୍ତି ବୋଲି ଭାବି ଶୋକସଭାପାଇଁ ପରିଷ୍କାର ଭାବରେ ସତରଞ୍ଚି ବିଛାଇଲେ। ସ୍ଥାନଟି ଶୋଭନ ଦେଖାଗଲା। ତଡ଼ାଖାଇ ଗଲାବେଳେ ସେ ସ୍ତ୍ରୀ ଲୋକଟି ଝଲକାଏ ବାନ୍ତି କରିଦେଲା। ଅପୂର୍ବ ନୈପୁଣ୍ୟ ଦେଖାଇ ଜଣେ ସ୍ୱେଚ୍ଛାସେବୀ ପାଖ ଡାକ୍ତରଙ୍କ ଦୋକାନରୁ ଫିନାଇଲ ମ ଗିଆଣି ତାହା ଉପରେ ଢାଳିଦେଲେ। ବାନ୍ତିର ସ୍ତୁପ ଓ ଫିନାଇଲ ପାଣି ମିଶି ତାହା ଯେଉଁ ସୁଗନ୍ଧ ବିତରଣକଲା ତାହା ସମୀରରେ ମିଶି ବହିଗଲା। ବର୍ତ୍ତମାନ ସବୁ ପରିଷ୍କାର… ନିର୍ମଳ ଝରଝର ଶୋକାପ୍ଳୁତ ଭାଷଣ… ଝରଝର ସଙ୍ଗୀତ ପରିବେଷଣ। ସଭା ଶେଷବେଳକୁ ଦେଖାଗଲା, କାହା ହୃଦୟରେ ଆଉ ଶୋକ ନାହିଁ। କାରଣ, ଭାଷଣ ଓ ଗାନରେ ତାହା ଦୂର ହୋଇଯାଇଛି। ଏଣିକି ରାଜନୀତି, ଚୋରା କାରବାର, ପଞ୍ଚାୟତ ନିର୍ବାଚନ ପ୍ରଭୃତି ଯେତେକ ଶୁଭକ ର୍ଯ୍ୟରେ ଯୋଗଦେବାକୁ ହେବ। ପେଟପାଟଣା ଚିନ୍ତାକରିବାକୁ ହେବ ତ!! ଯିଏ ମଲେ, ସିଏ ଗଲେ… ଯିଏ ରହିଲେ,। ସେ ଅମରତ୍ୱର ସ୍ୱପ୍ନ ଦେଖିଲେ… ପର ପ୍ରଭାତର ନୀଳଚକ୍ର ବାନା ଦେଖିଲା, ଆଉ ମନ୍ଦିର ଯାତ୍ରୀମାନେ ଦେଖିଲେ ଉତ୍କଳମଣିଙ୍କ ବିଗ୍ରହ ତଳେ ମରିଯାଇ ମଡ଼ା ହୋଇଯାଇଛନ୍ତି ସେଇ ସ୍ତ୍ରୀଲୋକ ଓ ତାହାର ସନ୍ତାନ, ଯିଏ ଶୁଖିଲା ଚମକୁ ମୁହଁରେ ଟାଣି ସେଥିରୁ ଅମୃତ ଝରିବ ବୋଲି ଏବଂ ତାହାରି ଝରଣାରୁ ନିଜେ ବଞ୍ଚିଯିବ ବୋଲି ସ୍ୱପ୍ନ ଦେଖି ମା' ଛାତି ଉପରେ ଲେପଟିରହିଥିଲା। ଏ ଦୁଇ ପ୍ରାଣୀଙ୍କର ଶୋକସଭା କରିବାକୁ ଏ ବିପୁଳ ପୃଥିବୀରେ କେଉଁ ଚଉତରା ରହିଛି? କିଏ ଏହାର ଉତ୍ତର ଦେବ? ସମାଜସେବୀ ଡାକ୍ତର! ସମାଜସେବୀ କମିଟି ମେମ୍ବର! ସମାଜସେବୀ ରାଜନୈତିକ କର୍ମୀ… ସମସ୍ତଙ୍କର ଚଲାପଥ ଉପରେ ଦୁଇଟି ଶବ… କାହାର ଆଖି ଏ ଦୃଶ୍ୟ ଦେଖି ଚକିତ ହେଲାନି, କାହା ହୃଦୟରେ ସାମାନ୍ୟ କମ୍ପନ ହେଲାନାହିଁ। ସିଂହଦ୍ୱାରର ଦୁଇଟି ବଳବନ୍ତ ସିଂହ ଚାହିଁ ରହିଥିଲେ। କେଉଁ ଯୁଗରୁ ସେ ଚାହାଣି ସେମିତି ଅଛି। ପାଷାଣ ଚକ୍ଷୁର ଚାହାଣି… ପଥର… ପଥର… ପଥର… ସର୍ବତ୍ର ରୁକ୍ଷ କଠିନ ପାଷାଣ। ପବିତ୍ରଲିପି କେଉଁକାଳୁ ଆଖିରେ ଚଷମା ଉଠିଲାଣି। ଦାନ୍ତମାଢ଼ିର ଅବସ୍ଥା ଶୋଚନୀୟ; କେତୁଟା ତୀକ୍ଷ୍ମ ହୋଇ ଝୁଲୁଛି, କେତୁଟା ସ୍ଥାନଚ୍ୟୁତ। ଏ ଜନ୍ମରେ ଆଉ ଦେଖାହେବନି। ତୀକ୍ଷ୍ମ ଦାନ୍ତଗୁଡ଼ାକ କଳପଟିକି ଚିରିଦଉଛନ୍ତି। ମୁଖଗହ୍ୱର କ୍ରମେ ବିକୃତ ହେବାକୁ ବସିଲାଣି। ଦିନେ ଯାହାର ମାଂସଳ ବକ୍ଷ ଥିଲା, ଯାହାର ଚଉଡ଼ା ପରିପାଟିରେ ପୌରୁଷର କାନ୍ତି ଝଟକୁଥିଲା, ସାଉଁଳିଦେଲେ କେଉଁଠି ହାତ ଅଟକି ଯାଉନଥିଲା; ଯିମିତି ମାଂସଳ ସିମିତି ମସୃଣ, ସେ ବକ୍ଷ ଆଜି ଜୀର୍ଣ୍ଣ। ପଞ୍ଜରା ଅସ୍ଥିମାଳରେ ତାହା ଆଉ ପୂର୍ବ ବୈଭବ ରଖିନାହିଁ। ମେରୁଦଣ୍ଡ ସିଧାସଳଖ ହୋଇ ରହିନାହିଁ। ମେରୁର ନାଡ଼ୀସକଳ ଶୁଷ୍କ। ସେଥିରେ ପ୍ରବାହ ନାହିଁ। ବାଙ୍କିହୋଇ ଆସୁଥିବା ଏଇ ମେରୁହାଡ଼ ସୂଚାଇ ଦେଉଛି ଜୀବନର ଶେଷ ବଙ୍କିମ ଗତି ଶେଷ ପାନ୍ଥଶାଳା ପାଖରେ… ସେହିପରି ହାତ, ପାଦ, କେଶ, ଚକ୍ଷୁ କ୍ରମେ ଶକ୍ତି ହରାଉଛନ୍ତି। ଆଖିର ମଣି ଦୁଇଟି ଯାହା ଯାହା ଏ ବିଶ୍ୱକୁ ଦେଖି ଶିହରିତ ହୋଇ ଜଣାଇଦେଉଥିଲା ଏ ବିଚିତ୍ର ଭୁବନରେ କି ଅପରୂପ ରୂପ ରହିଛି, କେହି କଳନା କରିପାରିବେ ନାହିଁ। ଦୁଇଟି ଆଖି ସତ, ମାତ୍ର ତୃତୀୟ ଲୋଚନ ଥାଏ କବି, ଶିଳ୍ପୀଙ୍କର… ସେହି ଲୋଚନର ଲୀଳାୟିତ